ଯାହା ପ୍ରାଚୀନ ତାହା ଯେ ସବୁଯାକ ସୁବର୍ଣ୍ଣ, ଏହି ମିଛ ବିଶ୍ଵାସଟିକୁ ଆବଶ୍ୟକ ହେଲେ ଚେଷ୍ଟା କରି ପରିହାର କରାଯାଉ।ଉଦାହ ଉଦାହରଣ ସ୍ଵରୂପ ବିଷ୍ଣୁଶର୍ମାଙ୍କୁ ପାର ହୋଇ ଚାଲି ଆସିଥିବା ଆମର ଏହିଭଳି ଆହ୍ୱାନର ଯୁଗରେ ମିତ୍ର ଲାଭ ଏବଂ ହିତୋପଦେଶକୁ ପିଲାମାନଙ୍କ ନିମନ୍ତେ ଉପାଦେୟ ବୋଲି କହି ସେମାନଙ୍କ ଉପରେ ଲଦି ଦିଆନଯାଉ। ସଂସ୍କୃତବାଲାଏ ମଧ୍ୟ ନୀତି ତଥା ନୈତିକତାକୁ ନୂଆ ନୂଆ ଆଖିରେ ଦେଖି ଶିଖନ୍ତୁ। ସଂସ୍କୃତକୁ ଆମ ଏକାଳ ଲାଗି ଯୋଗ୍ୟ କରି ଆଣନ୍ତୁ। ତତ୍କାଳିକ ଏବଂ ସର୍ବସାମୟିକ ମଧ୍ୟରେ ସର୍ବଦା ରହି ଆସିଥିବା ଅନ୍ତରଟାକୁ ଏକ ଗ୍ରହଣଶୀଳ ବିବେକର ସହିତ ହୃଦୟଙ୍ଗମ ବି କରନ୍ତୁ। ସଂସ୍କୃତବାଲା ପାଶ୍ଚାତ୍ୟକୁ ମଧ୍ୟ ଲୋଡ଼ନ୍ତୁ, ପାଶ୍ଚାତ୍ୟର ଚିତ୍ପ୍ରବେଶ କରନ୍ତୁ, ପାଶ୍ଚାତ୍ୟରୁ ବସ୍ତୁବାଦର ଭୂତମାନେ ଆସି ଭାରତବର୍ଷ ମହାମୂଲ୍ୟ ଜୀବନଧାରାଟାକୁ ଖରାପ କରି ପକାଇଲେ ବୋଲି ପାଟି ନକରନ୍ତୁ । ସଂସ୍କୃତ ପ୍ରାୟ ଚିରକାଳ ଭାରି ସ୍ପର୍ଶକାତର ହୋଇ ରହିଆସିଛି ର ଏକ ଅସୁସ୍ଥ ଦୃଷ୍ଟିକୋଣର ଅଧୀନ ହୋଇ ଭାରତବର୍ଷର ତଥା ନିଜର ମଧ୍ୟ ବହୁତ କ୍ଷତି କରିଛି। ଭାରତବର୍ଷର ଲୋକଭୂମିଟି ଆଧୁନିକ ପୃଥିବୀର ମାନବଧର୍ମୀ ଆବେଦନ ଗୁଡ଼ିକ ଆଡ଼କୁ ଯଥାର୍ଥ ପ୍ରକାରେ ଉନ୍ମୋଚିତ ହୋଇପାରିଲେ ହୁଏତ ଅଧିକ ଯୋଗ୍ୟ ଭାବରେ ନିଜକୁ ଅତୀତକୁ ନିଜର ଅତୀତକୁ ଲଢ଼ୀ ବାହାରିବ। ସଂସ୍କୃତ କମ୍ ରକ୍ଷଣଶୀଳ ହେବାକୁ ଚେଷ୍ଟା କଲେ ହୁଏତ କମ୍ ଘୃଣା କରି ବି ଶିଖିଯିବ। ଯାବତୀୟ ସାହିତ୍ୟରେ ଅସଲ ରହିଛି, ଅଣଅସଲ ମଧ୍ୟ ରହିଛି, ଯାବତୀୟ ଅତୀତରେ ସଦର ଓ ମଫସଲ ଉଭୟ ରହିଛି। ତେଣୁ ସଂସ୍କୃତ ସାହିତ୍ୟକୁଆମର ଆମକୁ ରଙ୍କୁଣୀର ଧନ ପରି ପ୍ରାୟ ଗୋଟାଏ ବେକା ପରି କୁଣ୍ଡାଇ ଧରିବାର ମନ୍ଦ ସଂସ୍କାରଟିକୁ ମଧ୍ୟ ତ୍ୟାଗ କରିବାକୁ ହେବ। ବେଦକୁ ମହାନ୍ ବୋଲି କହି ସଂସ୍କୃତର ଆଗ୍ରହୀମାନେ ଯେତେବେଳେ ଭାବଉଚ୍ଛ୍ୱାସରେ ଉଜ୍ଜ୍ୱଳ ହୋଇ ଉଠନ୍ତି, ବେଦ ଯେ ଏକ ବହୁଜାତୀୟ ସାହିତ୍ୟ ଦ୍ରବ୍ୟଗୁଡ଼ିକର ଏକ ସଂକଳନ, ସେମାନେ କେଡ଼େ ଚମତ୍କାର ଭାବରେ ସେହି ସତ୍ୟଟିକୁ ଭୁରୁଡ଼ାଇ ଦେବାକୁ ଇଚ୍ଛା କରୁଥାନ୍ତି କି? ଏବଂ ଆହୁରି ଦୋଷାବହ କଥାଟି ହେଉଛି, ସେମାନେ ସତ୍ୟ ଏବଂ ବିବିଧ ପ୍ରତୀକଗୁଡ଼ିକ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ଲୁଚାଇ ରଖିବାକୁ ବାସନା ରଖିଥାନ୍ତି କି? ଯେତେବେଳେ ଈଶୋପନିଷଦ ଏବଂ ମନୁସ୍ମୃତି ଦୁଇଟାଯାକର ପବିତ୍ର ସଂସ୍କୃତ ଭାଷାରେ ଲେଖା ଯାଇଥିବା ଦୁଇଟି ଅଧ୍ୟାତ୍ମଶାସ୍ତ୍ର ବୋଲି ସେମାନେ ଗଦ୍ଗଦ୍ ଭାବରେ କହିବାକୁ ବାହାରନ୍ତି, ସେତେବେଳେ କାମ୍ୟ ବିବେକଟିର ଅଭାବରୁ ବିଚାରକୁ ପ୍ରମାଦପୀଡ଼ିତ କରି ରଖିବାର ଅକାର୍ଯ୍ୟଟି ଭରି ଦିଶି ଦିଶି ଯାଉଥାଏ। ଯଦି ରାମାୟଣ ଏବଂ ଏକ ଅଧ୍ୟାତ୍ମଶାସ୍ତ୍ର ହୁଏ, ଠିକ୍ ସେହି ସେର ଓ ମାଣ ଅନୁସାରେ ସରଳମିଜାଜ ଶ୍ରୋତାମାନଙ୍କ ଆଗରେ ବେଦାନ୍ତର ମଧ୍ୟ ସମତୁଲ କରି ଥୋଇଦେବା ହୁଏତ ଏକ ଅପରାଧ ବୋଲି ଗଣ୍ୟ ଗଣ୍ୟ ହେବ। ଏହି ଦୃଷ୍ଟିରୁ ସଂସ୍କୃତ ସାହିତ୍ୟର ମଧ୍ୟ ଏକ ସମୀକ୍ଷା ହେଉ। ଆଧୁନିକ ଯୁଗ ମୂଲ୍ୟ ଗୁଡ଼ିକର ପରିପ୍ରେକ୍ଷୀରେ ତାହାର ସମୀକ୍ଷା କରାଯାଉ। ସେ କାଳ ବିବେକର ପୃଷ୍ଠଭୂମି ଉପରେ ପ୍ରଧାନତଃ ରାଜ୍ୟସଭା ପାଇଁ ରୋଚକ ହୋଇପାରିବା ନିମନ୍ତେ ପଣ୍ଡିତମାନେ ଯେଉଁ ଶାସ୍ତ୍ର ଲେଖିଥଲେ, ସେଗୁଡ଼ିକ ସବୁଗୁଡ଼ିକ ଅମୂଲ୍ୟ ଦ୍ରବ୍ୟ ବୋଲି କହି କଦାପି ଆମର ଏ ଯୁଗଟା ଉପରେ ମଡ଼ାଇ ଦିଆଯାଇ ପାରିବ ନାହିଁ। ବର୍ତ୍ତମାନ ତ ମଣିଷ କହିଲେ ସମାଜର ସବୁ ମଣିଷଙ୍କୁ ହିଁ ବିଚାରକୁ ନିଆଯିବ। ସେତେବେଳେ ଭାଗ୍ୟବାଦ ହିଁ ଭଗବାନ ପରି ସକଳ ନୀତି ଓ ଅନୀତିର ବିଚାର ତଥା ମୀମାଂସା କରୁଥିଲା। ସେତେବେଳେ ଏହି ଜୀବନକୁ ନଶ୍ୱର ବୋଲି ବିବେଚନା କରାଯାଉଥିଲା ଏବଂ ସେହି ଅନୁସାରେ ସକଳ ସୁଖ ଏଠାର ମାୟାଗୁଡ଼ିକୁ କାଟିବାରେ ଯାହା ଯାଇ ନିହିତ ରହିଛି ବୋଲି ଘୋଷଣା ହେଉଥିଲା। ଏ ଯୁଗରେ, ଏହି ବର୍ତ୍ତମାନକୁ ନେଇ ସୁନ୍ଦରତମ